ସାମୁଲଘର ଆମ୍ବଡ଼ାଗଛଟା ଦୋସମାଲିରେ ଅଛି ବୋଲି ନୁଖିୁରୀ ବି କେତେଥର ସେ ଗଛରେ ଦାବୀ ଚଳେଇଚି। ନୁଖୁରୀ ବି କୋଡ଼ିଏ କି ଦି କୋଡ଼ି ଥର ଜଗା ସାଙ୍ଗରେ କଜିଆ କରିଚି ସେଥିପାଇଁ। କାହିଁକି କେଜାଣି, ନୁଖୁରୀ ଦି ଚାରିଥର ଜଗାକୁ ଅନେଇଲା। କିଛି ବୁଝିପାରିଲା ନାହିଁ। ଲୁଗାଟା ଦିହମୁଣ୍ଡକୁ ଟିକେ ଆଚ୍ଛା କରି ଟାଣିଟୁଣି ଦେଇ ମୁଁହଟାକୁ ପାଣିରେ ପୁଣି ଥରେ ଦେଖିଲା। ସେପାରିକି ଡଙ୍ଗା ଛାଡ଼ିଲା। ନୁଖୁରୀ ଦେଖିଲା ସମସ୍ତଙ୍କ ସାଥିରେ ଜଗା ବି ସେ ଡଙ୍ଗାରେ ବଇଚି–ଡଙ୍ଗା ସେପାରିକି ଚାଲିଚି। ପାଖରେ ଜମା କରିଥିବା ତଣ୍ଡିଫୁଲଗୁଡ଼ା ଆଉ ଜଗାର ବଡ଼ କଳା ନିଶହଳକ ନୁଖୁରୀ ଆଖିରେ ଅନେକ ବେଳଯାଏ ଲାଖି ରହିଲା। ଆଉ ଦିନକର କଥା। ସକାଳୁ ହଠାତ୍ ଛୋଟ ଅସରାଏ ବର୍ଷା ହୋଇଗଲା। ନୁଖୁରୀ ବୁଝିଲା, ସେ ଆଉ କିଛି ନୁହେଁ, ମୋର ବାଳ କେରାକୁ ତିନ୍ତେଇବା ଲାଗି ଏ ଅଦଉତି। ନୁଖୁରୀ ପାଳକୁ ଆସୁଥିଲା। ବରଷାରେ ତା ଲୁଗା ଆଉ ବାଳଯାକ ଓଦା ହୋଇଯାଇଚି-। ପାଳରେ ପହଞ୍ଚିଲାବେଳକୁ ମେଘ ଛାଡ଼ି ଖରାକଲା। ଜରୋରି କାମତକ ସାରି ନୁଖୁରୀ ପାଳ ମଝିରେ ସେଇ ଛୋଟ ଚାଳିଆ ଖଣ୍ଡିକର ଦୁଆର ପାଖରେ ବସି ଛୋଟ ଜଡ଼ାଗଛ ଉପରକୁ ଲୁଗାଟାକୁ ଖରାମୁହା କରି ଖେଳେଇ ଦେଲା–ବାଳ ଗୋଛାକ ବି ପିଠିଯାକ ବିଂଛୁଡ଼ି ଦେଇ ପିଠିଟାକୁ ଯେମିତି ପାଗେଇ ନେଲା। ଛାତି ଉପରେ ତାର ଆଖି ପଡ଼ିଲା। ଆଖି ଦିଟାକୁ ସେଠୁ ଫେରେଇ ଆଣିବାକୁ ସତେ ଯେମିତି ତାର ସତ ବଳୁନି। ଆଖିରୁ ଦି ଟୋପା ଲୁହ ଝରି ପଡ଼ିଲା। ସକାଳୁ ବରଷାରେ ଦେହଯାକ ଚିନ୍ତିଥିଲେ ସୁଦ୍ଧା ସେଥିରେ ସେ ଯେମିତି ମୋଟେ ତିନ୍ତି ନ ଥିଲା। ଦିହଟା ତାର ଶୀତେଇ ଉଠିଲା, ଏ ଲୁହ ଦି ଟୋପା ତାର ଅତି ଗହୀରକୁ ଯେମିତି ଭେଦିଗଲା। ପାଞ୍ଚ ହାତ ଲମ୍ବର ଗୋଟା ଛାଇ ହଠାତ୍ ଆଗରେ ତାର ପଡ଼ିଲା, ପଛଆଡ଼କୁ ଚାହିଁ ପାରିଲା ନାଇଁ ଲୁଗାତକ ବି ଗୋଟେଇ ପାରିଲା ନାଇଁ–ବାଳଗୁଡ଼ାକ ବି ସେମିତି ମୁକୁଳା। –ନୁଖୁରୀ ବାଳଗୁଡ଼ାକ ତୋର ଏଡ଼େ କଳା! ମୁଁ ଭାବିଲି କିଏ ଗୋଟା କାପଡ଼୍ ଛତା ଏଠି ଶୁଖେଇଚି। ନୁଖୁରୀ ଲାଜରେ ସଢ଼ିଗଲା। କିଛି ନ ବିଚାରି, ସେମିତି ଦରନଙ୍ଗଳା ହୋଇ ପାଖ ଚାଳିଆଟା ଭିତରେ ଭୁଷ୍କିନା ପଶିଗଲା। ବେଶି ଦୂର ନୁହେଁ। ଜଗା ଚାଲିଯାଇ ପଠାଣ ଡିହରେ ଘାସ କାଟିଲା। ତାର ଯେମିତି ଖୁଆ ଦି'ଟା ହୁଗୁଳି ପଡ଼ୁଚି। କୋଡ଼ିଟା ହାତରୁ ସତେ ଖସି ପଡ଼ିବ! ହଜାର କି ବାରଶ ଥର ସେ ପଛକୁ ଖାଲି ଅନଉଥାଏ–ଅଥଚ ଦେଖୁଥାଏ ପଛରେ ତାର କେହି ନାହିଁ କି କେହି ତାକୁ ଡାକୁ ନି। ଘଣ୍ଟାକର କାମ ଦି ଘଣ୍ଟାରେ ସାରି ପ୍ରାୟ ଗାଧୁଆ ବେଳକୁ ଶକତ ବୋଝେ ଘାସ ଘେନି ଜଗା ନଈକୂଳକୁ ଧୋଇବା ପାଇଁ ଆଇଲା। ଦେଖିଲା, ଲୁଗାଯାକ ପାଣିରେ ଭସେଇ ଦେଇ ପାଖରେ ଗାଧୋଉଚି ନୁଖୁରୀ। ଦୁଲକିନା ଘାସ ବୋଝଟା ପାଣି ଧାରରେ ଓଜାରି ପକେଇ ଟୋକେଇଟା ଉପରେ ଜଗା ବସିପଡ଼ି ନୁଖୁରୀଆଡ଼କୁ ଏକ ଦୃଷ୍ଟିରେ ଅନେଇଲା। ଭାବିଲା, ନୁଖୁରୀକି ତ ଆଜି ମୁଁ ନୂଆ ଦେଖୁନି, ଦଶ ଏଗାର ବର୍ଷ ହବ ମୁଁ ତ ମାମୁଁ ଘରେ ଆସି ରହିଲିଣି। ସବୁଦିନେ ତ ତାକୁ ଦେଖେ, ସେହି ନୁଖୁରୀ ତ, ଆଜି କାହିଁକି ସେ ମୋତେ ଏମିତି ଦୁଉଚି! ମତେ ବି ତ ସେ ଏଇ ଦଶ